" "ଗୋଟାଏ ହେଲେ କପ୍ ମିଳିପାରିବ ନି? " ଏହା ତାର ଦ୍ଵିତୀୟ ପ୍ରଶ୍ନ। "ନିଶ୍ଚୟ। " ମୁଁ ଉତ୍ତର ଦେଲି। "ତା ହେଲେ ତମର ଗୋଟାଏ କପ୍ ହେଲେ ଚଳିବ। " ଏହାପରେ ମହିଳାଟି ଘରସାରା କୌତୁକୋଜ୍ଜ୍ୱଳ ଦୃଷ୍ଟି ବୁଲେଇବାରେ ଲାଗିଲା। "ଆରେ, ଭଲ ବେଟେରୀ ରେଡ଼ିଓଟିଏତ ତମର ଅଛି। " ସେ ପୁଣି କହିଲା, "ଟିକେ ସଙ୍ଗୀତ ଶୁଣିବା ବର୍ତ୍ତମାନ। " ଗୋଟିଏ ରେଡ଼ିଓ ଥିଲା ସତ, କିନ୍ତୁ ତାହା ବିଶେଷ ସୁନ୍ଦର ନୁହେଁ। ମାଛି ବସି ବସି ରେଡ଼ିଓଟାରେ କେତେକ ଦାଗ ସୃଷ୍ଟି ହୋଇଛି। ବୁଝି ପାରିଲି, ଭଦ୍ରତା ଖାତିରରେ ମହିଳାଟି ମୋ ରେଡ଼ିଓର ତାରିଫ କଲା। ରେଡ଼ିଓ ଖୋଲି ମହିଳାଟି ପାଇଁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବାର ବ୍ୟବସ୍ଥା କରିଦେଲି। "ଏବେ ତମେ ଯାଇ ମୋ ପାଇଁ ଚା' ତିଆରି କରିପାର। " ତା ପରେ ସେ ପୁଣି କହିଲା, "ଭାରି ବଢ଼ିଆ ଚା' କରିବ, ନୁହେଁ? ଭଲକରି ଟିକେ ଚିନି ଦବ। " "ସେଥିରେ ଆଉ ସନ୍ଦେହ ଅଛି? " ଏତକ କହି ମୁଁ ବୋକାଙ୍କ ଭଳି ହସି ଉଠିଲି। ମୁଁ ଚା' କରି ଫେରି ଆସିଲା ପର୍ଯ୍ୟନ୍ତ ସେ ସଙ୍ଗୀତ ଶୁଣିବାରେ ଲାଗିଥାଏ। ଉଭୟେ ଚା' ପିଇ ପିଇ ଖଲିଫା ସମ୍ପର୍କରେ କଥାଭାଷା ହେଲୁ। ଘରୁ କୁଆଡ଼େ ଗୋଡ଼ କାଢ଼ିବାକୁ ନିଷେଧ ଆଦେଶ ଜାରି। ଥିବାରୁ ସ୍ୱାମୀକି ଦେଖିବାକୁ ସେ ଏପର୍ଯ୍ୟନ୍ତ ଯାଇ ପାରିନି। ଚା, ଅଧା ହୋଇଗଲାବେଳକୁ ସେ କହି ଉଠିଲା, "ଆଜି ଭାରି ଗରମ ପଡ଼ିଚି, ନୁହେଁ! " ମହିଳାଟିର କପାଳରେ ବିନ୍ଦୁ ବିନ୍ଦୁ ଝାଳ ଜମିଥିବାର ମୁଁ ଦେଖି ପାରିଲି। ଗ୍ରୀଷ୍ମଋତୁର ମଝାମଝି ସମୟ। ମୁଁ ଲକ୍ଷ୍ୟ କଲି ଦେହର ପୋଷାକ ଉପରେ ମହିଳାଟି ଗୋଟାଏ ପୁରୁଣା ଜାକେଟ ପିନ୍ଧିଛି। ଆଉ ଜାକେଟର ହାତ ଦି'ଟା ଲମ୍ବି ଆସିଛି ଅନେକ ଦୂର ଯାଏ। "ଓ, ଏ ଜାକେଟଟା ଖୋଲି ନ ଦେଲେ ଆଉ ସମ୍ଭାଳି ହବନି। " ମହିଳାର କଣ୍ଠସ୍ଵର। "ଚିଠି ଖଣ୍ଡେ ଲେଖିବାକୁ ତମକୁ କେତେ ସମୟ ଲାଗୁଚି ମ? " ଦେହରୁ ସେ ଜାକେଟ ଖଣ୍ଡକ ଖୋଲି ପକେଇ ମୋ ବିଛଣା ଉପରେ ରଖିଦେଲା। ଦେହରେ ସେ ଯେଉଁ ପୋଷାକ ପିନ୍ଧିଛି, ତାହାର ବକ୍ଷାଂଶ ମୁକ୍ତ। ନାରୀ ଦେହର ଏପରି ଆବରଣହୀନ ଦୃଶ୍ୟ ମତେ ଅତ୍ୟନ୍ତ ବିଚଳିତ କରିଦେଲା। ଏହି ସମୟରେ ମୋର ସ୍ମୃତି ପଟରେ ଭାସି ଉଠିଲା କଂସେଇ ଦୋକାନରେ ଝୁଲୁଥିବା ଛୁରିଗୁଡ଼ାକର ଦୃଶ୍ୟ। ସେ ଦୃଶ୍ୟରେ କାମନା ମୋର ସ୍ଵତଃ ବ୍ୟାହତ ହୋଇପଡ଼ିଲା। ରେଡ଼ିଓରେ ସଙ୍ଗୀତର ସ୍ଵର ଲୀଳା ଶେଷ ହୋଇଆସିଲା। ତା'ପରେ ଆରମ୍ଭ ହୋଇଛି ଜଣେ ପ୍ରବକ୍ତାଙ୍କର ଶ୍ରମିକ ସିଣ୍ଡିକେଟ ଗଠନର ଭାଷଣ। ଚାବି ଟିପି ରେଡ଼ିଓ ବାଜଣା ବନ୍ଦ କରିଦେଲି। ହଠାତ୍ ମହିଳାଟି ପ୍ରଶ୍ନ କଲା, "ଘରୁ ତମକୁ ବାହାରକୁ ଯିବାର ମୁଁ ସେମିତି ଦେଖନା। " ମୁଁ ଉତ୍ତର ଦେଇ କହିଲି, "ନା, ମୁଁ ସନ୍ଧ୍ୟାବେଳଟା ପ୍ରାୟ ଏଇ ଘର ଭିତରେ ହିଁ କଟାଏ-। " "କଣ କର? " "ବହିପତ୍ର ସଂଶୋଧନ କରେ। " "ହା ଆଲ୍ଲା, ତମଭଳି ବୟସର ଟୋକାଙ୍କ ଭଳି ତମେ କୌଣସି ଯୁବତୀଙ୍କୁ ଭେଟିବାକୁ ଯାଅ ନା, କାହିଁକି? " "ମୁଁ କିନ୍ତୁ କୌଣସି ଯୁବତୀଙ୍କି–ଜାଣେ ନା। " ମୁଁ ଉତ୍ତର ଦେଲି। କେତୋଟି ମୁହୂର୍ତ୍ତ ମୋ ମୁହଁକୁ ଅତି ନିବିଷ୍ଟ ଭାବରେ ଅନେଇ ମହିଳାଟି ଠୋ କରି ହସି ଉଠିଲା।